ସେମାନେ ଭାବୁଛନ୍ତି, ଏହିପରି ଭାବରେ ସେମାନଙ୍କର ଦରମା ବଢ଼ି ବଢ଼ି ଯାଉଥିବ, ସେମାନେ ସାହେବ ବନି ଆମର ଭାଗ୍ୟ-ଘରଗୁଡ଼ାକୁ ମାରା କରି ଦେବାରେ ଲାଗିଥିବେ ଏବଂ ତଥାପି କାଳର ବିଧାତା ନୀରବ ହୋଇ ରହିଥିବ। ଇତିହାସରେ ଅତୀତରେ ଏସବୁ ଖୁବ୍ ହେଉଥିଲା; ଦିନ ଆସି ପହଞ୍ଚି ଗଲାଣି ଯେତେବେଳେ କି ଏ ସବୁରେ ପୂର୍ଣ୍ଣଚ୍ଛେଦ ପଡ଼ିବ। ଏହି ଦେଶରେ ଶିକ୍ଷା କିପରି ହେବ, ତାହା। ନିଷ୍ପତ୍ତି କରିବାରେ ଦେଶବାସୀଙ୍କର ଭାଗ ରହିବ। ସେମାନେ ଖଣ୍ଟମାନଙ୍କୁ କଦାପି କ୍ଷମା ଦେବେ ନାହିଁ। ଶିକ୍ଷକକୁଳକୁ ଅନ୍ୟମନସ୍କ କରିବାରେ ସଂଘମାନେ ଯେତେ ଯାହା ଫିସାଦ କରି ଆସିଛନ୍ତି, ସେମାନେ ସେଗୁଡ଼ିକୁ ଆଉ ମୋଟେ ସେହିପରି ରହିବାକୁ ଦେବେ ନାହିଁ। ସମଗ୍ର ପୃଥିବୀକୁ ଯେଉଁ ସଚେତନତାର ସମୟ ଆସିବ ବୋଲି ବାରତା ଶୁଣାଗଲାଣି, ଭାରତବର୍ଷ ସେଥିରୁ କେବେହେଲେ ବାହାରେ ରହିଯିବ ନାହିଁ। ଏଠାରେ ମଧ୍ୟ ମୋହଭଙ୍ଗର ଅନ୍ୟ ପର୍ବଟି ଅବଶ୍ୟ ଆସି ପହଞ୍ଚିଯିବ। ଏବଂ, ନୂତନବାଦୀ, ପରିବର୍ତ୍ତନବାଦୀ ଓ ପ୍ରତିବାଦୀମାନେ ସେହି ଅଧ୍ୟାପକମାନଙ୍କ ଭିତରୁ ମଧ୍ୟ ବାହାରିବେ। ସେମାନଙ୍କୁ ବର୍ତ୍ତମାନର ଏହି ଧନ୍ଦା ମୋଟେ ଭଲ ଲାଗିବ ନାହିଁ। ଏକଦା ରତ୍ନାକରକୁ ଯେଉଁଭଳି ଭଲ ଲାଗି ନଥିଲା, ଠିକ୍ ସେହିପରି। ସେମାନେ ନିଜ ଭିତରୁ ହିଁ ଧକ୍କା ଖାଇବେ ଏବଂ ବ୍ୟାକୁଳତା ସହିତ ଆଉ କିଛି ଖୋଜି ବାହାରିବେ। ସଂଘର ଗଦକୁ ଫୋପାଡ଼ି ସେମାନେ ପୁରୁଷ ହେବେ। ଯାହାକିଛି ଯେପରି ହୋଇ ଆସିଛି, ସେହି ଅପରାଧରେ ନିଜକୁ ଭାଗୀଦାର ବୋଲି ଅନୁଭବ କରିବେ। ଏହି ଦେଶ ସୁନ୍ଦର ହେଲେ ଓ ସବୁ ମଣିଷଙ୍କ ନିମନ୍ତେ ଏକ ଅନୁକୂଳ ଭୂମି ରୂପେ ତିଆରି ହେଲେ ଯାଇ ଏଠାରେ ଯଥାର୍ଥ ସୁଖ ଓ ସଂପୂର୍ଣ୍ଣତା ପାଇଁ ଯେ ଉପଯୁକ୍ତ ଓ ସୁସ୍ଥ ଭିତ୍ତିଟିଏ ତିଆରି ହୋଇ ପାରିବ, ସେମାନଙ୍କର ସେହି ହୃଦ୍ବୋଧ ହୋଇଯିବ। ସେମାନେ ଆଉ ମୋଟେ ଝାମ୍ପି ନେବାକୁ ମନ କରିବେ ନାହିଁ। ମୋଟେ ନିଜର ଅଲଗା ଗାତଟା ଭିତରେ ତୁଚ୍ଛା ପଇସାରଙ୍କା ହୋଇ ରହିବାକୁ ଇଚ୍ଛା କରିବେ ନାହିଁ। ଏଠି ସମସ୍ତଙ୍କୁ ମଧ୍ୟ ଲୋଡ଼ିବେ-। ଏବଂ, ସମସ୍ତଙ୍କୁ ଲୋଡ଼ିବାର ସାହସ କରିପାରିଲେ ସେମାନେ ନିଜର ମଧ୍ୟ ଏକ ମହତ୍ତର ଓ ସତ୍ୟତର ପରିଚୟ ପାଇବେ। ନୂଆ ଚାଷ ନୂଆ ବଳଦ ଏବେ ପୃଥିବୀରେ ସବୁ ବଦଳି ଯାଉଛି। ସବୁ ନୂଆ ହେବାରେ ଲାଗିଛି। ପୁରୁଣାବାଦୀମାନେ ଯେତେ କାମୁଡ଼ି ରାମ୍ପୁଡ଼ି ହେଲେ ମଧ୍ୟ ସବୁ ନୂଆ ହୋଇଯାଉଛି। ପାଗ ବଦଳୁଛି, ତେଣୁ ପାଗ ବିଷୟରେ ଆମ ପୁରୁଣା ଅନୁମାନମାନେ ଭାରି ଝାମେଲା ଭିତରେ ଯାଇ ପଡ଼ିଯାଉଛନ୍ତି। ପରିବେଶ ବଦଳି ଯାଉଛି, ତେଣୁ ପରିବେଶବାଦୀମାନେ ବୃକ୍ଷକୁ ବାହୁନୁଛନ୍ତି, ବୃକ୍ଷମାନେ ସୁନ୍ଦର ହେଲେ ଜୀବନଟା ସୁନ୍ଦର ହେବ ବୋଲି ସେମାନେ ଫୁଲେଇ ହୋଇ କେତେ କ'ଣ କହୁଛନ୍ତି। ପୃଥିବୀଟା ହିଁ ବଦଳି ଯାଉଛି। ତଥାପି ପୁରୁଣା ଛାଞ୍ଚରେ ରାଷ୍ଟ୍ରଟାକୁ ଦେଶ ସହିତ ସମତୁଲ କରିଦେଇ ମାଆ ଓ ବାପା ବୋଲି ଡ଼କା ପାରିଲେଣି। ଆରେ ବାବୁ, ସୃଷ୍ଟି ଅବଶ୍ୟ ରହିବ-। ପୁରୁଣା ହାଣ୍ଡିଗୁଡ଼ାକ ଉଜୁଆଁ ହେବ ଏବଂ ନୂଆ ହାଣ୍ଡିରେ ନୂଆ ଅନ୍ନ ରନ୍ଧାହେବ। ତୁମେ ଯିଏସବୁ ପୁରୁଣା ହାଣ୍ଡିଟା ଭିତରେ ଯାଇ ପଶିଛ ଏବଂ ଆପଣାକୁ ଖାରବେଳଙ୍କର ଖାନ୍ଦାନ ବୋଲି କହୁଛ, ପୁରୁଣା ହାଣ୍ଡିଗୁଡ଼ିକ ସହିତ ତୁମେମାନେ ବି ଉଜୁଆଁ ହୋଇଯିବ। ଚାଷ ନୂଆ ବାଗରେ ହେବ, ନୂଆ ହିସାବରେ ହେବ। ତେଣୁ, କେବଳ ନୂଆ ବଳଦଙ୍କ ପାଇଁ ଯାହା ଅପେକ୍ଷା ରହିଛି। ପୁରୁଣା ବଳଦମାନେ ଯିବାକୁ